ନିଅଣ୍ଟିଆ ବଜେଟ ପାଇଁ ଆମେ କେବଳ ବ୍ୟସ୍ତ ହେଉ ନାହୁଁ.. ନିଅଣ୍ଟିଆ ଖାଦ୍ୟଶସ୍ୟ ପାଇଁ ମଧ୍ୟ ଆମେ ବ୍ୟସ୍ତ ହେଉଁ। ଲୋପାମୁଦ୍ରା ସାମାନ୍ୟ ଆହତ ହେବା ପରି କହିଲା—ହଁ ସେ କଥା ଠିକ୍ ହୋଇପାରେ-। ହେଲେ କୃଷି ଉପକରଣର ଆଧୁନିକ ଗୁଣ କ'ଣ ଏ ସମସ୍ୟାର ସମାଧାନ କରିପାରିବ ନାହିଁ-? ନୂଆ ନୂଆ ପ୍ରଣାଳୀ ଗ୍ରହଣ କଲେ କ'ଣ ଅବସ୍ଥା ସୁଧୁରିବା ନାହିଁ। ପର ମୁଖାପେକ୍ଷିକା ଏକ ମାନବିକ ପ୍ରବୃତ୍ତି ନୁହେଁ... ଏକ ପାରମ୍ପରିକ ରୋଗ। ହସରେ ଫାଟି ପଡ଼ୁ ପଡ଼ୁ ହେମକାନ୍ତ କହିଥିଲା—ତା' ମୁଁ ମାନୁଛି ଲୋପାମୁଦ୍ରା। କିନ୍ତୁ ନୂତନ କୃଷି ପ୍ରଣାଳୀର କିଛି ଚାକ୍ଷୁଷ ପ୍ରମାଣ ରଖିଛି? ଗବେଷକଙ୍କର ପରାମର୍ଶ ଅନୁସାରେ କୃଷି କ୍ଷେତ୍ରରେ ପରୀକ୍ଷା କରାଗଲା ବରଂ କ୍ଷତି ହେବ—ଲାଭ ହେବା ସମ୍ଭବ ନୁହେଁ। ଆଉ ଯୁକ୍ତି ନ ଥିଲା ଲୋପାମୁଦ୍ରାର..। ହେମକାନ୍ତ ମିଛ କହୁ ନାହାନ୍ତି। ନୂତନ ଆବିଷ୍କୃତ ତାଇଚୁଙ୍ଗ୍ ଧାନ ହିଁ ତା'ର ଏକ ନଗ୍ନ ଉଦାହରଣ। ତା'ପରେ... ତା'ପରେ ହେମକାନ୍ତ କହିଲା, ଏଇ ସବୁ କାରଣରୁ ଆମକୁ ବିଦେଶ ଉପରେ ନିର୍ଭର କରିବାକୁ ହେବ। ଆମେରିକାନ୍ଗୁଣ୍ଡ ଦୁଧ ଆଉ ଗହମ ଭିତରୁ ଭିଟାମିନ୍ ସଂଗ୍ରହ କରି ଆମକୁ ବଞ୍ଚି ରହିବାକୁ ହେବ। ସେଦିନ ନୀରବରେ ହେମକାନ୍ତକୁ ସମର୍ଥନ ନ କରି କ୍ଳାସରୁ ବାହାରି ଆସିଥିଲା ଲୋପାମୁଦ୍ରା। କ୍ଳାସ୍ର ସମସ୍ତେ ଜାଣନ୍ତି... ଲୋପାମୁଦ୍ରା। ମୁଖର। ଯୁକ୍ତି କରିବା ତା'ର ଏକ ସ୍ୱଭାବିକ ପ୍ରବୃତ୍ତି। ଲୋପାମୁଦ୍ରା ଯେ କ୍ଳାସ୍ର ଖରାପ ଛାତ୍ରୀ ଥିଲା, ତା' ନୁହେଁ। ଅଧ୍ୟୟନକୁ ସେ ଅଧ୍ୟୟନ ରୂପେ ଗ୍ରହଣ କରୁଥିଲା। ସେଇଥିପାଇଁ ଅନେକ ଅଧ୍ୟାପକ ସ୍ୱଭାବିକ ଭାବରେ ଲୋପାମୁଦ୍ରାକୁ ଭୟ କରୁଥିଲେ। କିନ୍ତୁ ଆଜି ହେମାକାନ୍ତ ନିକଟରେ ହାର ମାନିଛି ଲୋପାମୁଦ୍ରା। ଅନେକ ଛାତ୍ରଙ୍କ ମୁହଁରେ ଆଶ୍ୱସ୍ତିର ସ୍ୱେଦ। ଅନେକ ଛାତ୍ର ଭାବନ୍ତି.. ଲୋପାମୁଦ୍ରା। ପ୍ରଥମ ସ୍ଥାନ ଅଧିକାର କରେ ବୋଲି ତା'ର ସ୍ୱଭାବିକ୍ ଅହମିକା ରହିଛି। ସତ କହିବାକୁ ଗଲେ—ଅହମିକା ମଣିଷ ମନର ଏକ ଆଦିମ ପ୍ରବୃତ୍ତି। ମଣିଷ ଛାତିର ଗୁପ୍ତ ଗହ୍ୱରରେ ହିଁ ଏହା ଆତ୍ମପ୍ରକାଶ କରେ। କ୍ଳାସରୁ ବାହାରି ପଦାକୁ ଆସିଲା ଲୋପାମୁଦ୍ରା। ନାଁ... ଆଜି କଟକ ସହରରେ ଅନେକ କିଛି ପରିବର୍ତ୍ତନ। ଲୋପମୁଦ୍ରା ଅନୁଭବ କରୁଛି... ସତେ ଅବା ଭାରତ ମାଟିର ଉର୍ବରା ଶକ୍ତି କମିଯାଇଛି...। ଆଜି ରୁକ୍ଷ ଦେବଦାରୁ ଗଛ ଖାଦ୍ୟଭାବରେ ଝାଉଁଳି ପଡ଼ୁଛି। ରଙ୍ଗୀନ କୃଷ୍ଣଚୂଡ଼ା ଗଛ ଖାଦ୍ୟ ପ୍ରାଣର ଅଭାବରେ ଫୁଲ ଧରୁନାହିଁ। ଭାରତ ମାଟିକୁ ଖାଇବାକୁ ଦେବାକୁ ହେବ। ସେ ଯୁଗ ଯୁଗ ହେଲା ଭୋକିଲା ରହିଯାଇଛି। ନୀରବରେ ରିକସା ଧରି ଘରକୁ ଫେରିଲା ଲୋପାମୁଦ୍ରା। ନାଁ, ତଥାପି ମନରେ ଶାନ୍ତି ନାହିଁ। ଭୋକିଲା ମାଟି କୋହଳ ହୋଇଯାଇଛି। ସତେ ଅବା ବାରିଷ୍ଟର ଶାନ୍ତନୁଙ୍କର ଦ୍ୱିତଳ ପ୍ରାସାଦଟାକୁ ଏ ମାଟି ଆଉ ଟେକିଧରି ପାରିବ ନାହିଁ। ମାଟି ଦୋହଲୁଛି, ପ୍ରାସାଦ ଦୋହଲୁଛି। ଠିକ୍ ଯେମିତି ରୁଗଣ୍ କେଣ୍ଡାହୀନ ଧାନଗଛ ଦୋହଲେ କୃଷକର କ୍ଷେତର ଛାତିରେ। କୋଠରୀରୁ ପୁଣି ବାହାରକୁ ଆସିଲା ଲୋପମୁଦ୍ରା। ନାଁ ତଥାପି ଶାନ୍ତି ନାହିଁ। ଭାରତ ଏକ ପରାଙ୍ଗପୁଷ୍ଟ ଦେଶ। ଯେଉଁ ଦେଶର ଗୀତା କହେ ନିଜ ଉପରେ ନିଜେ ବିଶ୍ୱାସ କର। ନିଜେ ହିଁ ସର୍ବଶକ୍ତିମାନ୍। ନିଜେ ନିଜର ଦେବତା। ନିଜକୁ ପୂଜା କରିବା ହିଁ ଦେବତାଙ୍କୁ ପୂଜାକରିବା। ସେହି ଦେଶର ମଣିଷ କହୁଛି... ମୁଁ ମୋର ନୁହେଁ। ଶହ ଶହ ବର୍ଷ ଧରି ମୁଁ ଥିଲି ବିଦେଶୀର। ଏବେ ବି ଅଛି ବିଦେଶୀର। ସେତେବେଳେ ଥିଲି ବିଦେଶୀ ଶାସନରେ ଏବେ ଅଛି ବିଦେଶୀ ଆହାରରେ। ଏ ଦେଶର ମାଟି କହୁଛି ମୋତେ ବିଦେଶୀ ଆହାର ଦିଅ। ଏମୋନିଆଁ... ସୁପର ଦିଅ... ଇଉରିଆ, ପୋଟାସ୍ଦିଅ... ନ ହେଲେ ମୁଁ ମରିଯିବି। ଶୋଷ ମାରିବାକୁ ମୋ ମାଠିଆରେ ପାଣି ନାହିଁ.. ମୁଁ ସୃଷ୍ଟିଛଡ଼ା ମୁଁ ହତଭାଗ୍ୟ... ମୁଁ ରୁଗ୍ଣ... ମୁଁ ପତିତ... ମୁଁ ନଷ୍ଟ। ଚିତ୍କାର କରି ଉଠିଲା ଲୋପାମୁଦ୍ରା। ତେବେ ଭାରତର ଏ ଚିରାଚରିତ ବ୍ୟାଧିର କ'ଣ କିଛି ଉପଶମ ନାହିଁ? କୁବେରର ବଂଶଧର ମରିବେ କେବଳ ଅନ୍ନ, ଜଳର ବିକଳ ଚିତ୍କାରରେ? ଚିନ୍ତାକଲା ଲୋପମୁଦ୍ରା।